ସମରେନ୍ଦ୍ର ଅତି ଗମ୍ଭୀର ହୋଇ ବସିରହନ୍ତି। ସୁଚେତା ଲକ୍ଷ୍ୟ କରେ ସେ ଯେପରି ଅସ୍ୱସ୍ତି ଅନୁଭବ କରୁଛନ୍ତି। ସେ ପ୍ରଥମେ କଥା ଆରମ୍ଭ କରେ ''ଆପଣଙ୍କର ଆସିବାକୁ ଯଦି ଏଠାକୁ ଇଚ୍ଛା ନାହିଁ ତେବେ ଆସୁଛନ୍ତି କାହିଁକି? '' ସେମିତି ଗମ୍ଭୀର ଭାବେ ସମରେନ୍ଦ୍ର କହନ୍ତି ''ଆସିବାଟା ଗୋଟାଏ ଅଭ୍ୟାସରେ ଯେତେବେଳେ ପଡ଼ିଗଲାଣି ସେତେବେଳେ ନ ଆସି ରହି ହୁଏ ନାହିଁ। '' ସୁଚେତା ଉଦାସ ଦୃଷ୍ଟିରେ ସମରେନ୍ଦ୍ରକୁ ଅନାଏ; ଏବଂ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼େ। ସେ ଭାବେ କିଏ ଜାଣିଥିଲା ଏହି ମଣିଷଟି ଦିନେ ଏମିତି ବଦଳିଯିବ ବୋଲି। ମଣିଷ ପୁଣି ଏମିତି ବଦଳି ଯାଆନ୍ତି? ପ୍ରଥମେ ଯେତେବେଳେ ସମରେନ୍ଦ୍ର ସଙ୍ଗରେ ସୁଚେତାର ପରିଚୟ ହୁଏ ସେତେବେଳେ ସମରେନ୍ଦ୍ର ଥିଲେ ଗୋଟିଏ କିଶୋର ବାଳକ ପରି ପ୍ରଗଳ୍ଭ କିନ୍ତୁ ବର୍ତ୍ତମାନ ସେ ପୋଖତ୍ ଦାର୍ଶନିକ ଭଳି ଗମ୍ଭୀର ଓ ଭାବପ୍ରବଣ। ତାଙ୍କର ଭାରାକ୍ରାନ୍ତ ମୁଖମଣ୍ଡଳଟି ଦେଖିଲା ମାତ୍ରେ ସୁଚେତାର ପ୍ରାଣ କାନ୍ଦିଉଠେ। ସୁଚେତା ନିଜକୁ ନିଜେ ପ୍ରଶ୍ନ କରେ କ'ଣ ପାଇଁ ସମରେନ୍ଦ୍ର ଭଲ ପାଇବା ବିଷୟରେ ଆଜି ଏତେ ନିଷ୍କ୍ରିୟତା ପ୍ରକାଶ କରୁଛନ୍ତି? ତେବେ ସେ କ'ଣ ସୁଚେତାକୁ ଅବିଶ୍ୱାସ କରୁଛନ୍ତି? ସୁଚେତା ଯେ ତାଙ୍କୁ ମୋଟେ ଭଲପାଏ ନାହିଁ, ଏହା କ'ଣ ତାଙ୍କର ଦୃଢ଼ ବିଶ୍ୱାସ ହୋଇଯାଇଛି। ପୁରାଣ ଯୁଗର କଥା ସୁଚେତାର ମନେପଡ଼େ। ରାମଚନ୍ଦ୍ରଙ୍କର ଦିବ୍ୟ ଦୃଷ୍ଟି ଥିଲାବୋଲି ସେ ନିଜର ପ୍ରତିମୂର୍ତ୍ତିକୁ ହନୁମାନର ଅନ୍ତର ମଧ୍ୟରେ ଦେଖୁବାକୁ ସମର୍ଥ ହୋଇଥିଲେ। ସେହି ଚକ୍ଷୁ ଯଦି ଆଜି ସମରେନ୍ଦ୍ରର ଥାଆନ୍ତା ତେବେ ସୁଚେତା ତାହାର ଅନ୍ତର ଚିରି ଦେଖାଇ ଦିଅନ୍ତା ସେ ଆଜି ସୁଚେତାର କେଉଁଠାରେ ଅଛନ୍ତି। ସେ ମନେମନେ ସମରେନ୍ଦ୍ରକୁ ନିବେଦନ କରି କହେ ସମରେନ୍ଦ୍ର! ମୋତେ ଭୁଲ ବୁଝନାହିଁ। ନାରୀ ଯାହାକୁ ଥରେ ହୃଦୟ ଦିଏ ସେ ଆଉ ହୃଦୟ ଫେରାଇ ଆଣିପାରେ ନାହିଁ। ମାତ୍ର ପାଟି ଫିଟାଇ ସେ କିଛି କହିପାରେ ନାହିଁ, ଯେହେତୁ ସେ ବୁଝିସାରିଲାଣି ଯେ ସମରେନ୍ଦ୍ର ତାକୁ ଏଡ଼ିଦେଇ ଦୂରକୁ ଚାଲିଯିବା ପାଇଁ ବ୍ୟସ୍ତ। ସୁଚେତା ମଧ୍ୟ ଭିତରେ ଭିତରେ ଜଳି ଯାଉଥିଲେ। ଅନେକ ଥର ସେ ମନସ୍ଥ କଲାଣି ସମରେନ୍ଦ୍ରକୁ କହିବା ପାଇଁ ମାତ୍ର କହିପାରେ ନାହିଁ। ନ କହିପାରିବାର କାରଣ ସୁଚେତା ଜାଣି ପାରୁଥିଲା ଯେ ସମରେନ୍ଦ୍ର ତାକୁ ଆଉ ଭଲ ପାଆନ୍ତି ନାହିଁ। ଥରେ ମଣିଷ ମଣିଷକୁ ଜାଣିଗଲେ, ତା'ର ଅନ୍ତରର ରହସ୍ୟ ଭେଦ କରିପାରିଲେ ସେ ବାଟକାଟି ଚାଲିଯିବାକୁ ଚାହେଁ। ସେ ଆଉ ବନ୍ଧା କୁକୁର ଭଳି ପଡ଼ିରହିବାକୁ କ'ଣ ସୁଖପାଏ? ସେଥିପାଇଁ ସମରେନ୍ଦ୍ର ବୋଧହୁଏ ତାକୁ ଘୃଣା କରନ୍ତି ଏବଂ ତାହାଠାରୁ ଅବ୍ୟାହତି ପାଇବା ପାଇଁ ବ୍ୟାକୁଳ ହୋଇପଡ଼ନ୍ତି। ଏମିତି କେତେ କ'ଣ ଭାବୁଥିଲା ସୁଚେତା। ଅନେକ ଦିନପରେ ସମରେନ୍ଦ୍ର ଆସିଲେ। ମୁହଁଟା ତାଙ୍କର ରାଗୁଆ ରାଗୁଆ ଜଣାପଡ଼ୁଥିଲା। ସତେଯେପରି ତାଙ୍କର କିଏ କେଉଁଠାରେ ଜମିଦାରୀ ଖରିଦ୍ କରିନେଇଛି, ସେମିତି ତାଙ୍କର ଚେହେରାଟା ଦେଖି ଅନୁମାନ ହେଉଥିଲା। ସେ ହଠାତ୍ ଆରମ୍ଭ କଲେ ''ତୁମ ମନରେ ଯଦି ଏତେକଥା ଥିଲା ତୁମେ ମୋତେ ଭଲ ପାଇଲ କାହିଁକି? ପୁଣି ହତାଦର କଲ କାହିଁକି? ମୋତେ ରାସ୍ତା ଉପରେ ଛିଡ଼ା କରାଇ ତାଳିମାରି ହସିବାର ଉଦ୍ଦେଶ୍ୟ କ'ଣ? '' ଏ ପ୍ରକାର ଅବାନ୍ତର ପ୍ରଶ୍ନ କେତୋଟି ସମରେନ୍ଦ୍ର ପାଖରୁ ଶୁଣି ସୁଚେତା ହତବମ୍ୱ ହୋଇଗଲା। ତଥାପି ସେ ଅତି ଧୈର୍ଯ୍ୟର ସହିତ ନରମ କଣ୍ଠରେ କହିଲା ''ମୁଁ ଦେଖୁଛି ମୁଁ ବଞ୍ଚିଥିଲା ଯାଏ ଆପଣ ଶାନ୍ତିରେ ରହିପାରିବେ ନାହିଁ। କେବଳ ଆପଣଙ୍କୁ ଶାନ୍ତି ଦେବାକୁ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି। '' ମ୍ଳାନ ମୁଖରେ ହସିଦେଲେ ସମରେନ୍ଦ୍ର। ପ୍ରେତ ପୁରୁଷର ଅଧରରେ ସେପରି ଅବଜ୍ଞାର ହସ ଫୁଟିଉଠିବା ମଧ୍ୟ ସନ୍ଦେହ। ସୁଚେତା ଭାଙ୍ଗିପଡ଼ିଲା। ତା'ର ଧୈର୍ଯ୍ୟର ନବତଳ ପ୍ରାସାଦ ଭୂତଳରେ ଲୋଟିଯାଇ ଚୂରମାର ହୋଇଗଲା। ସେ ବାଷ୍ପାକୁଳ କଣ୍ଠରେ କହିଲା ''ଆପଣଙ୍କର ମୁଁ କ'ଣ ଦୋଷ କରିଛି ଯେ ଆପଣ ମୋତେ ଏ ପ୍ରକାର ଶାସ୍ତି ବିଧାନ କରୁଛନ୍ତି, ଦୟାକରି କହି ପାରିବେ କି? ମୁଁ ଯେ ଆପଣଙ୍କୁ କେତେ ଭଲପାଏ ତାହା କେବଳ ମୋତେ ଜଣା। ବ୍ୟବସାୟ ସୂତ୍ରରେ ଲାଭରେ ଆଶାରଖି ମୁଁ ଆପଣଙ୍କୁ ସ୍ନେହ କରେନାହିଁ, ମୁଁ ଆପଣଙ୍କୁ ଅତି ଆପଣାର ଭାବି ଆଦର କରେ। '' ସଙ୍ଗେ ସଙ୍ଗେ ସମରେନ୍ଦ୍ର ଉତ୍ତରଦେଲେ ''ମିଛ କହି ମୋତେ ଭୁଲାଇ ଦେବାକୁ ଚେଷ୍ଟା କରନାହିଁ ସୁଚେତା। ବିରାଡ଼ି ପିଲାର ଆଖି ଖୋଲିଗଲେ ସେ ଯେପରି ତା'ର ମାଆର ହୋଇ ରହେନାହିଁ ସେମିତି ପୁରୁଷ ଥରେ ନାରୀର ରହସ୍ୟ ଭେଦ କରିପାରିଲେ ସେ ଆଉ ନାରୀର କ୍ରୀତଦାସ ହୋଇ ପଡ଼ିରହିବାକୁ ସୁଖ ପାଏ ନାହିଁ।